ଏମିତି ବେକକୁ ଏପଟ ସେପଟ କରି ଶୂନ୍ୟକୁ ଅନଉଛି କାହିଁକି? ଶୂନ୍ୟକୁ କ'ଣ କିଏ ଅନାଏ!! ବୋର୍ ଲାଗିଲା ସୁନୀତାକୁ। ପାରାମାନେ କାହିଁକି ଗଛ ଉପରେ ବସନ୍ତିନି, ସେ ବୁଝିପାରିଲାନି। ଝର୍କା ବନ୍ଦ କଲା। ତା'ର ମନ ଭଲନାହିଁ। ମନୋଜ ସହ କଳି ହୋଇଛି ଚାରିଦିନ ହେଲା। କଳିମାନେ କ'ଣ? ମନୋଜ କିଛି କହି ନାହିଁ। ଚୂପ୍ଚାପ୍ ରହିଛି। ଯାହା କହିବାର ସୁନୀତା କହିଛି ବେଶ୍ ରାଗିଯାଇ। ଚାରିଦିନ ହେଲା ମନୋଜ ଖାଉନି ଘରେ। ହୋଟେଲରେ ଖାଉଛି। ସୁନୀତା କାନ୍ଦୁଛି। ମନକୁ ବୁଝାଉଛି। ଘର କାମ କରୁଛି। କିନ୍ତୁ ମନ ମନୋଜ ପାଖରେ। ରାନ୍ଧୁଛି। ଖାଉନି। ଫିଙ୍ଗୁଛି। ମନୋଜ କ'ଣ କେବେ ରାଗେନି ସୁନୀତା ଉପରେ? ସୁନୀତା କ'ଣ ଗାଉଁଲି ସ୍ତ୍ରୀଲୋକଙ୍କ ପରି ବାପଘରକୁ ପେଡ଼ି ପୁଟୁଳା ଜାକି ପଳାଏ। ନା, ଏହି ସହରରେ ରହୁଥିବା ନିଜ ମାଉସୀ ଘରକୁ ଯାଇ ରାତିଏ, ଦି'ରାତି ବିତାଇ ଦେଇ ଆସେ। ସେ ମନ ଦୁଃଖ କରେ, ରାନ୍ଧେ, ବାଢ଼େ ଖାଇବାକୁ ଦିଏ। ମନୋଜକୁ ସିଏ ବାହା ହୋଇଛି। ମନୋଜକୁ ପ୍ରେମ କରେ। କିଛି ଘଣ୍ଟା ନ ଦେଖିଲେ ପାଗିଳୀ ପରି ହୁଏ। ତା'ଦୁଃଖ ସୁଖରେ ସାମିଲ ହୁଏ। ତା'ହାଲେ ତା' ଉପରେ ରାଗିବନି କହିଁକି? ତା' ତ୍ରୁଟି ଦେଖିଲେ ଆଖି ବୁଜି ଦେବ କାହିଁକି? କ'ଣ ନିଜ ଲୋକ ଆଗରେ ଅଭିନୟ କରିବ? ଛଳନା କରିବ? ମିଛ କହିବ? ଉପରେ ହସି ଭିତରେ ଘୃଣା କରିବ? ସୁନୀତା ଦୁଃଖୀ କିନ୍ତୁ ତା'ମନଟା ହାଲ୍କା ଲାଗୁଛି। ତା'ଭିତରର ସବୁ ଆର୍ବଜନାକୁ ସେ ଫିଙ୍ଗି ଦେଇଛି। ଛଳନା ମୁକ୍ତ ତା'ର ମନ, ଶରତ ଋତୁର ମେଘମୁକ୍ତ ଆକାଶ ପରି। ସେଦିନ କ'ଣ ଗୋଟେ କରୁଥିଲା ମନୋଜ ଟେବୁଲ ପାଖରେ। ସୁନୀତା କହିଲା, ''ଜାଣିଲ, ପୂଜା ମ୍ୟାଗାଜିନ୍ ଆସିଲାଣି। ମୋ ପାଇଁ ଦି'ଟା ଆଣିବ। '' ମନୋଜ ହାଲ୍କାଭାବେ କହିଲା ତା' କାମ କରୁ କରୁ ''ଆଣିଲେ କ'ଣ କରିବ? '' ''ପଢ଼ିବି। '' -''ପଢ଼ିଲେ କ'ଣ ହେବ? '' -''ତମକୁ ତ କହିଲି ଆଣିବ? '' -''କାହିଁକି ସେ ମାୟାରେ ପଡ଼ୁଛ? '' -''ମାୟା ଫାୟା ମୁଁ ଜାଣିନି। କେତେବା ଟଙ୍କା ପଡ଼ିବ ଆଣିଦେବ। '' -''ଛୋଟ ଛୋଟ ଖର୍ଚ୍ଚ କାଟ ନ କଲେ ବଡ଼ ଧାର ସୁଝା ହେବ କେମିତି। '' ''ତା'ଛଡ଼ା ମ୍ୟାଗାଜିନ୍ ପଢ଼ିଲେ ଲାଭ କ'ଣ? '' ଏତିକି କଥାରେ ରାଗିଗଲା ସୁନୀତା। କହିଲା, ''ପୂଜାରେ ସ୍ତ୍ରୀଲୋକମାନେ କେତେ କ'ଣ କିଣୁଛନ୍ତି। ମୁଁ ମ୍ୟାଗାଜିନ୍ ଦି'ଟା ପାଇଁ କହିଲାରୁ ରାଗୁଛ। ନିହାତି ସ୍ୱାର୍ଥପର ମଣିଷ। ନିଜ ସ୍ୱାର୍ଥ ଆଗ। ପ୍ରତି ସପ୍ତାହରେ ମୋବାଇଲ୍ କାର୍ଡ଼ ପକାଉଛ। ନିଜ ଇଚ୍ଛାରେ ଯାହା ଯେତେ ପଇସା ଖର୍ଚ୍ଚ କରୁଛ। ଦୁନିଆ ସିଡ଼ି, କ୍ୟାସେଟ୍ କିଣୁଛ। ମୋ ବେଳକୁ ସବୁ କଥାରେ ନା... ନା... ନା...। ଲାଭ କେଉଁଥିରେ ଅଛି? ଛୁଆ ଜନ୍ମ କରିବାରେ, ବଂଚିବାରେ ସିନେମା ଦେଖିବାରେ...। '' ସୁନୀତା କଥାରେ ରାଗିଯାଇ ମନୋଜ ବଢ଼ା ଭାତ ଛାଡ଼ି ପଳାଇଲା। ଯେତେ ଭୁଲ ମାଗିଲେ ବି ସେ ଶୁଣିଲାନି। ପୁରୁଷଟି ଯେତେ ଯାହା କହିଲେ ନାରୀଟି ନ ଶୁଣିଲା ପରି ଚାଲେ, ଟିକେ କଥା ନାରୀ କହିଲେ ହୋଇଯାଏ ପ୍ରଳୟ। ସୁନୀତା ବୁଝିପାରେନି ସମସ୍ତେ ନାରୀକୁ କାହିଁକି ମେଟେରିଆଲ୍ଷ୍ଟିକ୍ କହନ୍ତି। ପୁରୁଷ ଭାତ ମାଗେ, ନାରୀଟି ଚାଉଳ ମାଗିଲେ ସେ ମେଟେରିଆଲ୍ଷ୍ଟିକ୍। ପୁରୁଷ ସଫାଲୁଗା ପିନ୍ଧିବାକୁ ଚାହେଁ, ନାରୀଟି ଡିଟରଜେଣ୍ଟ ପାଇଁ କହିଲେ ସେ ମେଟେରିଆଲ୍ଷ୍ଟିକ୍! ନାରୀଟିକୁ ଯଦି ପୁରୁଷଟି ହଜାର ହଜାର ଟଙ୍କାର ଶାଢ଼ୀ ଆଣି ଦିଏ। କିନ୍ତୁ ଥରଟିଏ ବି ଅନାଏନି ସେ ଶାଢ଼ୀରେ ନାରୀଟି କେମିତି ଦୁଶୁଛି, ତା'ହେଲେ ନାରୀଟି କ'ଣ ଖୁସି ହୋଇ ପାରିବ! କିନ୍ତୁ ପୁରୁଷଟି ଯଦି କେଉଁ ଅକାଳେ ସକାଳେ ଅଳ୍ପ ଟଙ୍କାର ସୂତା ଶାଢ଼ୀଟିଏ ଦିଏ ଏବଂ ଶାଢ଼ିଟି ପିନ୍ଧିଲା ପରେ ନାରୀଟିକୁ ଭାବପ୍ରବଣ ହୋଇ କହେ, ''ବାଃ, କ'ଣ ଦିଶୁଛ ତମେ ଏ ଶାଢ଼ୀରେ! '' ତା'ହେଲେ ନାରୀଟି ଉଛୁଳି ପଡ଼ିବ ଖୁସିରେ, ଆବେଗରେ, ଲାଜରେ, ଭଲପାଇବାରେ। ଯାହାର ଚିନ୍ତା କରୁ କରୁ ନାରୀଟିର ସକାଳ ହୁଏ। ଯା'ର ଚିନ୍ତା କରୁ କରୁ ରାତି ହୁଏ।